ଏମିତି ହୀନିମାନ ହୋଇ ଜୀବନ କାଟୁ କାଟୁ ବିଂଶ-ଶତାବ୍ଦୀର ଅପରାହ୍ନ ଆସି ହୋଇଗଲାଣି। ତଥାପି ପରୀକ୍ଷା ନିରୀକ୍ଷା ସରିବାକୁ ନାହିଁ। ସତ୍ୟ ପ୍ରତିଷ୍ଠା ହୋଇପାରିନାହିଁ। ଧର୍ମର ପ୍ରକୃତ ସ୍ୱରୂପ କ'ଣ ତାହା ବି ଠିକ୍ ରୂପେ ଜଣା ପଡ଼ିନି। ଅଥଚ ରାତିକ ଭିତରେ ପୁଣି ମଠ, ମନ୍ଦିର, ଗିର୍ଜା, ମସ୍ଜିଦ୍ ଶହଶହ ସଂଖ୍ୟାରେ ଗଢ଼ି ଉଠୁଛି। କେତେ ରାଷ୍ଟ୍ରନାୟକ ଆସୁଛନ୍ତି,। ଯାଉଛନ୍ତି। କେତେ ଧର୍ମଯାଜକ, ଧର୍ମ ପୁରୋହିତ, ସ୍ୱାମୀସନ୍ଥ, ମୁନିରୁଷି, ଦୀନଦାର ହୁ ହୁ ସଂଖ୍ୟାରେ ମାଡ଼ି ଆସୁଛନ୍ତି। ତଥାପି କୌଣସି ପରିବର୍ତ୍ତନ ହେଉନି। କେହି କିଛି ନୂଆ କଥା କରୁନାହାନ୍ତି। ବ୍ୟକ୍ତି ସେମିତି ଜଳକା ହୋଇ ଦୃଶ୍ୟ ଦେଖୁଛି। ତାଙ୍କ ସାଥିରେ ଜଣେ ହୋଇ ତାଳି ମାଡ଼ କରୁଛି, ଭାଙ୍ଗୁଛି, ଜାଳୁଛି, ପୋଡ଼ୁଛି। ପୁଣି ଚଢ଼ୁଛି। ପୁଣି ଭାଙ୍ଗୁଛି। ବ୍ୟକ୍ତିର ନିଃସଙ୍ଗତା କ୍ରମଶଃ ବଢ଼ିବାରେ ଲାଗିଛି ତା' ନିଜର ଅଜାଣତରେ। ବ୍ୟକ୍ତି ନିଃସ୍ୱ ହୋଇଯାଉଛି। ତା'ର ଜୀବନ ଦୁର୍ବହ ହୋଇପଡ଼ୁଛି। ଘରସଂସାର ତାକୁ ଆଉ ପୂର୍ବପରି ଭଲଲାଗୁନି। ସଂଘ ସମିତି, ସଂସ୍ଥା ନାଁରେ ଖାଲି ଯାହା ଆଖିରେ ଭେଳିକି ଦେଖା ହେଉଛି। କୋଟିଏ ଧର୍ମ, ଦିକୋଟି ସଂଘ, ଦଶ କି ପନ୍ଦର କୋଟି ଦେବତା। ଛି, ଛି, କି ଆବସର୍ଡ଼ ଆଇଡିଆ। ପ୍ରତ୍ୟେକଙ୍କର ରାସ୍ତା ସ୍ୱତନ୍ତ୍ର। ପ୍ରତ୍ୟେକ ପ୍ରତ୍ୟେକଙ୍କ ଠାରୁ ଭିନ୍ନ। କାହା ସହିତ କାହାର ସାମ୍ୟନାହିଁ। ପ୍ରତ୍ୟେକ ଏକ ଏକ ସ୍ୱାଧୀନ ସଚେତନ ମୋନାଡ୍। ବ୍ୟକ୍ତି ଆଗରେ ଖାଲି ଯାହା ରାସ୍ତା, ରାସ୍ତା। ରାସ୍ତା ଭିନ୍ନ ଅନ୍ୟ କିଛି ନାହିଁ। ଯେଉଁଆଡ଼କୁ ଚାହିଁ, ବିଚିତ୍ର ଢଙ୍ଗରେ ନଟୁର ଅଡ଼ୁଆ ତାଡ଼ୁଆ ସୂତାପରି ରାସ୍ତାଗୁଡ଼ିକ ଫାଁ ଗାଳିଦେଇ ପଡ଼ି ରହିଛନ୍ତି। ତା' ଉପରେ ଦଳ ଦଳ ହୋଇ ନାରୀପୁରୁଷ, ହୋ-ହଲ୍ଲାକରି ଧାଇଁବାରେ ଲାଗିଛନ୍ତି। ଅସହାୟ ଅବସ୍ଥାରେ ବ୍ୟକ୍ତି ବିଚରା ଚିତ୍କାର ଛାଡ଼ୁଛି। କେଉଁଆଡ଼େ ଯିବ ସେ। କାହା ହାତ ଧରିବ? କିଛି ଜାଣି ପାରୁନି। କେହି ଜଣେ ବି ତାକୁ ପ୍ରକୃତ ରାସ୍ତା ବତେଇ ଦେବାକୁ ଆଗେଇ ଆସୁନି। ଯେଉଁମାନେ ବା' ପଟାପାଉତି ଧରି କୋଳି ଖାଇ ମଞ୍ଜି ପୋତି ବସିଥିଲେ ଅନ୍ୟମାନଙ୍କୁ ନିୟନ୍ତ୍ରିତ କରିବାକୁ, ମାର୍ଗ ଦେଖାଇବାକୁ ଜୀବରେ ସହଜ ସରଳ ତତ୍ତ୍ୱ ବୁଝାଇ ଦେବାକୁ, ଆମେ ତାଙ୍କୁ ଓଲ୍ଡ କନ୍ଜରଭେଟିଭ ଫୁଲସ୍ ଆଖ୍ୟାଦେଇ ଏଡ଼େଇ ଦେଇ ବସିଛୁ। ତାଙ୍କୁ ଅସ୍ୱୀକାର କରିଛୁ। ତାଙ୍କ ଆମ ଭିତରେ ଏକ ସୀମାରେଖା ଟାଣି ତାଙ୍କୁ ଆମ ଇଲାକାରୁ ପୃଥକ୍ କରି ଦେଇଛୁ। ତା'ର କାରଣ ହେଉଛି, ସେମାନେ ଅତିମାତ୍ରାରେ ସ୍ୱାର୍ଥପର, ଗର୍ବି, ଅହଂକାରୀ ପୁରୁଷ। ତାଙ୍କର ପରାମର୍ଶ ଆମର ଲୋଡ଼ା ନାହିଁ କି ସେ ପରମ୍ପରାକୁ ବୋଝକରି ମୁଣ୍ଡରେ ବୁହାଇ ବୁହାଇ ଅଣନିଃଶ୍ୱାସୀ ହେବାର କୌଣସି ପ୍ରୟୋଜନ ନାହିଁ। ସେ ପୂର୍ବ ନିର୍ଦ୍ଧାରିତ ନୀତିନିୟମର ଆଉ ଦରକାର ନାହିଁ। ଆମେ ସେ ସବୁକୁ ଜାଳିପୋଡ଼ି ନିଜ ହାତରେ ନଷ୍ଟ କରି ଦେଇଛୁ। ଯେଉଁ ସଂସ୍କୃତି ପାଇଁ ଭାରତବର୍ଷ ଦିନେ ବିଶ୍ୱରେ ଛାତି ଫୁଲେଇ ବାଟ ଚାଲୁଥିଲା, ତା'ର ଐତିହ୍ୟର ଅହଂକାର ପାଇଁ ଅନ୍ଧ ହୋଇ ଯାଉଥିଲା, ଆମେ ସର୍ବହରା ଦଳ ତାକୁ କଲବଲ କରି କେଞ୍ଚି କେଞ୍ଚି ମାରିଦେଇଛୁ। ଅତୀତର ସେ ଆଭିଜାତ୍ୟ ଆଉ ନାହିଁ। ସବୁଆଡ଼େ ଘୁଣ ଖାଇ ଫମ୍ପା ଧରିଯାଇଛି। କେବଳ ମାତ୍ର ଗୋଟିଏ ନିଶାରେ ଆମେ ଏତେବଡ଼ ଅପକର୍ମ କରି ବସିଛୁ। ବ୍ୟକ୍ତି ସ୍ୱାଧୀନତା ଆମର ନିଶା। ଏଣିକି ଆମେ ନିଜ ଗୋଡ଼ରେ ଛିଡ଼ା ହେବୁ। ନିଜ ଉପରେ ନିଜେ ନିର୍ଭର କରି ଚଳିବୁ। ଯେଉଁମାନେ ମୂଳ ପିଣ୍ଡଠାରୁ ପୃଥକ୍ ହୋଇ ଯାଆନ୍ତି, ନିଜଠାରୁ ସ୍ୱତନ୍ତ୍ର ହୋଇ ଯାଆନ୍ତି, ସେମାନେ ହିଁ ମହାକାଳର ବୃତ୍ତ ଭିତରେ ଚକପରି ଘୂରିବୁଲନ୍ତି। ବିବର୍ତ୍ତନ ହିଁ ଏକମାତ୍ର ମାର୍ଗବୋଲି ମନେହୁଏ। ଏ ପ୍ରାଣମୂର୍ଚ୍ଛା ଘୂର୍ଣ୍ଣନ ଭିତରେ ଅଣନିଃଶ୍ୱାସୀ ହୋଇ ବ୍ୟକ୍ତି ଧର୍ମ, ଈଶ୍ୱର, ଭାଗ୍ୟ, ଅଦୃଷ୍ଟ ଓ ଭୌତିକବସ୍ତୁ ସକଳର କର୍ତ୍ତୃତ୍ୱକୁ ମାନିବାକୁ ବାଧ୍ୟ ହେଉଛି। ବ୍ୟକ୍ତି ଯଦିଓ ନିଜେ ଭଲରୂପେ ବୁଝିଛି ଯେ ଏ ସବୁ ଭାବପ୍ରବଣତା ବିନା ଅନ୍ୟକିଛି ନୁହେଁ। ଭାବ ପ୍ରବଣତାରେ ଭାସିଗଲେ ସତ୍ୟାସତ୍ୟ ଜ୍ଞାନ ଲୋପ ପାଇଯିବ। ବ୍ୟକ୍ତି ଅନ୍ଧ ହୋଇଯିବ। ମୂକ ବଧିର ପାଲଟି ଯିବ। ତଥାପି ପରୋକ୍ଷରେ ଆମେ ସମସ୍ତେ ସେଇ ମହାକାଳର ଗର୍ତ୍ତ ଗହ୍ୱରକୁ ମାଡ଼ି ଚାଲିଛୁ। ଲୋକଟି ଜୀବନର ଉପରୋକ୍ତ ଦିଗଟିକୁ ଭଲ କରି ବିଶ୍ଳେଷଣ କରି ଦେଖିଛି। ସେଥିପାଇଁ ସେ ସାଧାରଣ ମଣିଷର ପାଦ ସହିତ ପାଦ ମିଳେଇ ଚାଲି ପାରୁନି।